' ସ୍ୱାମୀଜୀ କହିଲେ, 'ଲୋକ ଭଲ ହେଲେ ଯେ ମୋତେ ମାନିବ, ଏହାର କିଛି ଅର୍ଥ ଅଛି? ଆମେ ଯେଉଁ ଦୃଶ୍ୟମାନ ପୃଥିବୀରେ ଦେଖୁଛୁ, ଆମକୁ ଭାବି ସ୍ଥିର କରି ନେବାକୁ ହେବ ଯେ ବିଶ୍ୱର ପ୍ରତ୍ୟେକଟି ଜିନିଷ ଦରକାରୀ। ଅଦରକାରୀ ବୋଲି କିଛି ନାହିଁ। ଗୋଟିଏ ତମ ପାଖରେ ଅଦରକାରୀ ହୋଇପାରେ, କିନ୍ତୁ ଅନ୍ୟପକ୍ଷରେ ତାହା ହୁଏତ ଦରକାରୀ ହୋଇଥିବ। ତେଣୁ ତମ ସ୍ୱାର୍ଥରେ ଯେ ସହାୟକ ହେବ ତାକୁ ଭଲ ବୋଲି କହିବ ଏବଂ ଅନ୍ୟକୁ ନିନ୍ଦା କରିବ, ଏପରି କରିବା ଅନୁଚିତ। ଏହା ସ୍ୱାର୍ଥପର ବୁଦ୍ଧି। ଏଥିପାଇଁ ଭଗବାନ ମଣିଷକୁ ବିବେକ, ବୁଦ୍ଧି ଏବଂ ଉପାୟ ଦେଇଛନ୍ତି। ତମେ ତ ଗୋରୁ-ଗାଈ, ଛେଳି, କୀଟପତଙ୍ଗ ନୁହଁ। ତେଣୁ ସବୁ ଜିନିଷକୁ ଭଗବାନଙ୍କର ମଙ୍ଗଳମୟ ସୃଷ୍ଟି ବୋଲି ଭାବି ନିଜର ମନକୁ ପ୍ରସ୍ତୁତ କର। ଦେଖିବ ତମ ମନ ଆସ୍ତେ ଆସ୍ତେ ବଦଳିଯିବ ଏବଂ ତମେ ବିଶ୍ୱର ପ୍ରକୃତ ସୌନ୍ଦର୍ଯ୍ୟ ଉପଭୋଗ କରିବ। ସତ୍ୟ କଥାହିଁ ତପସ୍ୟା ଶ୍ରୀରାମକୃଷ୍ଣ ଦେବ ଉପଦେଶ ଦେଇଛନ୍ତି-ସତ୍ୟ କଥାହିଁ ତପସ୍ୟା। ଯାହାର ସତ୍ୟନିଷ୍ଠା ଥାଏ, ସେ ସତ୍ୟର ଭଗବାନଙ୍କୁ ଭଲପାଏ। ସତ୍ୟକୁ ଆଣ୍ଟ କରି ଧରିଲେ ଭଗବାନ ଲାଭ ହୁଅନ୍ତି। ଏ ପ୍ରସଙ୍ଗରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନର ଏକ ଘଟଣା ଦିଆଯାଉଛି। ମହୀଶୂର ରାଜାଙ୍କ ଘରେ ସ୍ୱାମୀଜୀ ଅତିଥି ହୋଇଥାନ୍ତି। ସ୍ୱାମୀଜୀ ସାମାନ୍ୟତମ ତ୍ରୁଟି ଦେଖିଲେ ଭୟଙ୍କର ସମାଲୋଚନା କରୁଥିଲେ। ମହୀଶୂର ମହାରାଜା ଅତି ଉଦାର ଏବଂ ସରଳ ପ୍ରକୃତିର ଲୋକ ଥିଲେ। ସେ ଛଳନାରେ ସ୍ୱାମୀଜୀଙ୍କୁ କହିଲେ-''ସ୍ୱାମୀଜୀ, ଜାଣନ୍ତି ମୁଁ ଜଣେ ବଡ଼ ମହାରାଜା-? ଆପଣ ମୋତେ ଭୟ ନ କରି ତୀବ୍ର ସମାଲୋଚନା କରୁଛନ୍ତି କିପରି? ଆପଣ ମୋତେ ଖୋସାମତ କରିବା ଉଚିତ। ଆପଣଙ୍କର ଏ କଟୁ ସମାଲୋଚନାରେ ଆମେ ବ୍ୟଥିତ-। ଭବିଷ୍ୟତରେ ସାବଧାନ ନ ହେଲେ ଆପଣଙ୍କ ଜୀବନ ସଙ୍କଟାପନ୍ନ ହେବ। '' ସ୍ୱାମୀଜୀ ମହାରାଜାଙ୍କର କଥାକୁ ସାନପିଲାଟି ପରି ବିଶ୍ୱାସ କରି କହିଲେ, ''ଦେଖନ୍ତୁ ମହାରାଜ, ଆପଣଙ୍କର ଅସଙ୍ଗତ କାର୍ଯ୍ୟକୁ ସମର୍ଥନ କରିବାପାଇଁ ଅନେକ ପାରିଷଦ ଅଛନ୍ତି। ମୁଁ ଜଣେ ସନ୍ନ୍ୟାସୀ, ନିର୍ଭୟ ଆତ୍ମା। ମୋର ଭୟ ନାହିଁ। ସତ୍ୟହିଁ ମୋର ତପସ୍ୟା। ସାମାନ୍ୟ ଅନିତ୍ୟ ଜଡ଼ ଦେହରେ ଅନିଷ୍ଟ ଆଶଙ୍କା କରି କଣ ସତ୍ୟକୁ ପରିତ୍ୟାଗ କରିବି? ଏହା ହୋଇପାରିବ ନାହିଁ, ମହାରାଜ। ଆପଣ ହିନ୍ଦୁରାଜା ହୋଇ କ'ଣ ଜଣେ ହିନ୍ଦୁ ସନ୍ନ୍ୟାସୀଠାରୁ ହୀନୋଚିତ ବ୍ୟବହାରର ପ୍ରତ୍ୟାଶା କରନ୍ତି। '' ମହାରାଜା ସନ୍ନ୍ୟାସୀଙ୍କ ପାଦତଳେ ପଡ଼ି କ୍ଷମା ମାଗିଲେ। ସ୍ୱାମୀଜୀ କହୁଥିଲେ, 'ପୃଥିବୀରେ ଯେତେ ଧର୍ମମତ ରହିଛି, ସବୁର ଖଣି ହେଲା ହିନ୍ଦୁଶାସ୍ତ୍ର, ସନାତନ ଧର୍ମ। ' ତେଣୁ ସବୁ ଧର୍ମମତର ଲୋକେ ସ୍ୱାମୀଜୀଙ୍କୁ ପୃଥିବୀର ସର୍ବଶ୍ରେଷ୍ଠ ଧର୍ମନେତା ବୋଲି ଚିକାଗୋ ମହାଧର୍ମସଭାରେ ସ୍ୱୀକାର କରିଥିଲେ। ଧର୍ମ କଅଣ? ଥରେ ଛଅବର୍ଷର ବାଳକ ନରେନ୍ଦ୍ରନାଥ ସାଙ୍ଗସାଥି ମେଳରେ ଚଡ଼କମେଳା ଦେଖିବାକୁ ଯାଇଥିଲେ। ମେଳାରୁ କିଏ କ'ଣ କିଣିଲା। ନରେନ୍ଦ୍ର କିଣିଲେ ଗୋଟିଏ ସୁନ୍ଦର ମାଟିର ମହାଦେବମୂର୍ତ୍ତି। ଏ ମୂର୍ତ୍ତିଟିକୁ ଯତ୍ନରେ କାନ୍ଧ ଉପରେ ରଖି ସେ ଭାବବିଭୋର ମନରେ ଘରକୁ ଫେରୁଥାନ୍ତି। ନରେନ୍ଦ୍ରନାଥ ଦେଖିଲେ କ୍ଷିପ୍ର ଗତିରେ ଗୋଟିଏ ଘୋଡ଼ାଗାଡ଼ି ଆଗରୁ ଆସୁଛି। ଘୋଡ଼ାଗାଡ଼ି ଆଗରେ ଛୋଟ ଶିଶୁଟିଏ, ଏଇ ଚାପା ପଡ଼ିଯିବ ଜାଣ। ମେଳାରୁ ଫେରୁଥିବା ହଜାର ହଜାର ଲୋକ କେବଳ ଆହା ଆହା ପାଟି କରୁଥାନ୍ତି ଅଥଚ କେହି ସେ ଶିଶୁଟିକୁ ରକ୍ଷା କରିବାକୁ ଯାଉନାହିଁ। ଘୋଡ଼ାଗାଡ଼ିର ଚାବୁକ-କୋରଡ଼ା ମାଡ଼କୁ